ଏହି ଦୋହଲିଯିବା ଭିତରେ ଆଲେସ୍କି ମେରିନା ଉପରେ ଥରକୁ ଥର ଢଳି ପଡ଼ୁଥାନ୍ତି। ଥିଏଟର ଆରମ୍ଭ ହେବା ପୂର୍ବରୁ କାଳେ ସେମାନେ ପହଞ୍ଚି ପାରିବେନି ଭାବି ମେରିନା ଧୀରେ ଧିୀରେ ମଟରର ବେଗ ବଢ଼ାଇ ଦେଉଥାଏ। କାର୍ର ବେଗ ବଢ଼ିଯିବା ଦେଖି ଆଲେସ୍କି ବିପଦ ଆଶଙ୍କାରେ ଚିନ୍ତିତ ହୋଇପଡ଼ୁଥାନ୍ତି। କିଛି ସମୟ ପରେ ସେ ନିଜକୁ ସମ୍ଭାଳି ନପାରି ଅସ୍ଥିର ହୋଇ କହିପକାଇଲେ–''ମେରିନା, ସାବଧାନ ହୋଇ ଚଳାଅ। ଏତେ ଜୋରରେ ଚଳାଇଲେ ଦୁର୍ଘଟଣା ଘଟାଇବ କେଉଁଠି ତୁମେ। '' ମେରିନା ଆଲେସ୍କିଙ୍କ କଥା ଶୁଣି ନଶୁଣିଲାଭଳି ପଚାରିଲା, ''ଥିଏଟର ଆରମ୍ଭ ହେବାକୁ ଆଉ କେତେ ମିନିଟ୍ ବାକି ଅଛି ଆଲେସ୍କି? '' ''ପାଞ୍ଚମିନିଟ୍। '' ''ଏଁ, ପାଞ୍ଚମିନଟ୍? '' ମେରିନା ପୁଣି କାରର ବେଗ ବଢ଼ାଇଦେଲା। ତା'ର ଇଚ୍ଛା ତୃତୀୟ ଘଣ୍ଟି ବାଜିବା ପୂର୍ବରୁ ସେ ଯେପରି ଥିଏଟରର ପ୍ରେକ୍ଷାଳୟ ଭିତରେ ପହଞ୍ଚି ପାରିବ। ଆଲେସ୍କି କାର୍ର ବେଗ ପୁଣି ବଢ଼ିଯିବା ଦେଖି ଆହୁରି ଅସ୍ଥିର ହୋଇ ପଡ଼ିଲେ। ମେରିନା ଆଜି ନେଇ କେଉଁଠି ନା କେଉଁଠି ଯେ ଧକ୍କା ଲଗାଇବ, ଏଥିରେ ତାଙ୍କର ଆଉ ସନ୍ଦେହ ରହିଲାନି। ସୁଯୋଗକୁ ସେ ନିର୍ଜ୍ଜନ ରାସ୍ତାରେ ପୋଲିସ ନ ଥିଲେ। ସେମାନେ ଥିଲେ ହୁଏତ ମେରିନାର ଏହି ଉଚ୍ଛୃଙ୍ଖଳ ମଟରଚାଳନାକୁ ବନ୍ଦ କରିପାରିଥାନ୍ତେ। '' କାଳେ କିଛି ହେବ ଭାବି ଆଲେସ୍କି ମେରିନାର ପାଖକୁ ଆହୁରି ଟିକିଏ ଘୁଞ୍ଚିଯାଇ ବ୍ରେକ୍ ଉପରେ ଗୋଡ଼ ରଖି ଷ୍ଟିଅରିଂ ଉପରେ ହାତ ପକାଇଲେ ମେରିନାର ଠିକ୍ ପାପୁଲି ଉପରେ। ଦରକାର ପଡ଼ିଲେ ଯେପରି କାର୍ଟାକୁ ନିଜ ଆୟତ୍ତାଧୀନକୁ ଘେନି ଆସି ପାରିବେ। ମେରିନାର ମୁହଁ ପାଖରେ ମୁହଁ ଲଗାଇ କହିଲେ, ''ତୁମେ ଏତେ ଜୋର୍ରେ କାର୍ ଚଳାଉଚ, କେଉଁଠି ଯେପରି ଏକ୍ସିଡ଼େଣ୍ଟ ନ କର ମେରିନା! '' ''ମେରିନାକୁ ତୃତୀୟ ଶ୍ରେଣୀର ଚାଳକ ବୋଲି ଭାବନି ଆଲେସ୍କି! କାର ଉପରେ ତାର ଯଥେଷ୍ଟ କଣ୍ଟ୍ରୋଲ ଅଛି। ଏକ୍ସିଡେଣ୍ଟ ମେରିନା ପକ୍ଷରେ ସ୍ୱପ୍ନ ଛଡ଼ା ଆଉ କିଛି ହୋଇ ନ ପାରେ-। '' ''ହୁଁ? କିନ୍ତୁ, ତୁମର ଏହି କୋମଳ ଅଙ୍ଗୁଳି, ନରମ ପାପୁଲି ଓ ସର୍ବୋପରି ତୁମର ଏ ଚାରୁ ସ୍ନିଗ୍ଧ କଳେବର, ତୁମର ଏ ବିରାଟ ଦାମ୍ଭିକତାର ତ। ପରିଚୟ ଦେଉନି ସୁନ୍ଦର? '' କହୁଁ କହୁଁ ଆଲେସ୍କି ମେରିନାର ସେହି ଫୁଲପରି କଅଁଳିଆ ପାପୁଲିକୁ ଚାପିଧରି ତା ପାଖକୁ ଆହୁରି ଟିକିଏ ଘୁଞ୍ଚି ଆସିଲେ। ମେରିନା ଟିକିଏ ମୁରବିତ୍ୱ କରି କହିଲା, ''ହାଁ, ହାଁ, ଏ କ'ଣ କରୁଚ ଆଲେସ୍କି! ଏଥର କିନ୍ତୁ ଏକ୍ସିଡ଼େଣ୍ଟ ହେଲେ ମୋ ଦୋଷ ଧରିବନି। '' ହାସ୍ୟୋତ୍ଫୁଲ୍ଲ ନୟନକୁ ନଚାଇ ନଚାଇ ମେରିନା କହିଲା। ମେରିନା କାର୍ର ବେଗ ଆହୁରି ବଢ଼ାଇଦେଲା। ସୁବିସ୍ତୃତ ଜେରାକିନୀ ଷ୍ଟ୍ରିଟ୍ଉପରେ ସେତେବେଳକୁ କାର୍ ପବନଭଳି ଛୁଟି ଚାଲିଥାଏ, ସତେ ଯେପରି ମଟର ଚକା ରାସ୍ତା ଉପରେ ନ ପଡ଼ି ସାରା କାର୍ଟିକୁ ପବନ ଭିତରେ ଉଡ଼ାଇ ନେଇ ଚାଲିଛି। ଶତଶତ କାର୍କୁ ପଛରେ ପକାଇ ମେରିନାର କାର୍ ଆଗକୁ ଛୁଟି ଚାଲିଥାଏ। ଏହି ସମୟରେ ହଠାତ୍ ଆଲେସ୍କି ଚିତ୍କାର କରି ଉଠିଲେ, ''ହାଁ,ହାଁ, କ'ଣ କରୁଛ ମେରିନା! ହର୍ଣ୍ଣ ନ ଦେଇ କାର୍ଟିକୁ କଟାଇବାକୁ ଚେଷ୍ଟା କରନି। '' ଏହା କହୁ କହୁ ଆଲେସ୍କି ହର୍ଣ୍ଣ ଦେବାକୁ ହାତ ବଢ଼ାଇଦେଲେ। ଆଲେସ୍କି ବଢ଼ାଇଥିବା ହାତକୁ ନିଜର ବାମ ହାତରେ ଭିଡ଼ି ଧରି ଉପରକୁ ଝୁଙ୍କିପଡ଼ି ମେରିନା ପାଟିକରି ଉଠିଲା-